ଗୋଟିଏ ଇଜିଚେୟାରରେ ଅର୍ଦ୍ଧଶାୟିତ ଅବସ୍ଥାରେ ବସି ଆଲେସ୍କି ବିଶ୍ୱବିଖ୍ୟାତ ବୈଜ୍ଞାନିକ ବେଥେଙ୍କ ନବ ପ୍ରକାଶିତ ଜ୍ୟୋତିଃ-ପଦାର୍ଥବିଦ୍ୟା ସମ୍ୱନ୍ଧୀୟ ଏକ ପୁସ୍ତକ ପଢ଼ୁଥିଲେ। ଡିରେକ୍ଟରଙ୍କୁ ଦେଖି ସେ ହଠାତ୍ ଉଠି ବସିଲେ। ତାଙ୍କ ଆଡ଼କୁ ଏକ ଜିଜ୍ଞାସୁ ଦୃଷ୍ଟିରେ ଅନାଇ, ବୃଦ୍ଧ ଆଲେସ୍କିଙ୍କ ସମ୍ମୁଖସ୍ଥ ଏକ ସୋଫାରେ ବସିପଡ଼ି କହିଲେ, ''ବନ୍ଧୁ ଲୋଗୋଡ଼େଙ୍କୋ ଖୁବ୍ ଶୀଘ୍ର ମୋ ଅନୁରୋଧ ରକ୍ଷା କରିଛନ୍ତି ଆଲେସ୍କି! ଏଇ ଦେଖୁଛ, ସେ ତିନୋଟି ନାମ ପଠାଇଛନ୍ତି ଆମଠାକୁ ପ୍ରତ୍ୟେକଙ୍କୁ ସୁପାରିଶ କରି। ତିନିଜଣ ଯାକ ମଧ୍ୟ ଆମ କୃତ୍ରିମ ଉପଗ୍ରହରେ ଯିବାପାଇଁ ଇଛୁକ। ପ୍ରତ୍ୟେକଙ୍କ ପାଇଁ ଅଲଗା ଅଲଗା ସୁପାରିଶପତ୍ର ପଠାଇଛନ୍ତି। ଗବେଷଣା କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଅଲଗା ଅଲଗା ସୁପାରିଶପତ୍ର ପଠାଇଛନ୍ତି। ଗବେଷଣା କ୍ଷେତ୍ରରେ ପ୍ରତ୍ୟେକଙ୍କର କୃତିତ୍ୱ କେତେ ତାହା ଏହି ସୁପାରିଶପତ୍ରରୁ ଜଣାପଡ଼ୁଛି। ମୁଁ ଭାବୁଛି, ଏଇ ତିନିଜଣଙ୍କ ଭିତରୁ ଯା'ଙ୍କର ସୁପାରିଶପତ୍ର ସବୁଠାରୁ ଭଲ, ଆମେ ତାଙ୍କୁଇ ଗ୍ରହଣ କରିନେବା। '' ଆଲେସ୍କି ଉତ୍ସୁକ ହୋଇ ବୃଦ୍ଧଙ୍କ ଆଡ଼କୁ ଅନାଇ ରହିଲେ। ହାତରେ ଧରିଥିବା କାଗଜକୁ ଅନାଇ ବୃଦ୍ଧ କହିଚାଲିଲେ, ''ମୁଁ ଯାହା ଦେଖୁଛି ଏହି ତିନିଜଣଙ୍କ ଭିତରୁ ମିସ୍ ମେରିନା କୋଜେଲେସ୍କିଙ୍କର ସୁପାରିଶପତ୍ର ସବୁଠାରୁ ଭଲ। ସେ ଲେଖିଛନ୍ତି ରାଜଧାନୀର ନୂତନ ବିଶ୍ୱବିଦ୍ୟାଳୟରୁ ଡି. ଏସସି. ଉପାଧି ପାଇଁ ମେରିନା ତାଙ୍କର ଏକ ବିରାଟ ସନ୍ଦର୍ଭ ଦେଇଛନ୍ତି ଓ ତାହା ଉଚ୍ଚକୋଟୀର ହୋଇଛି ବୋଲି ବନ୍ଧୁ ଲେଖିଛନ୍ତି। ମୁଁ ଭାବୁଛି, ଆମେ ଏହାଙ୍କୁ ନ ନେଇ ଅନ୍ୟକାହାକୁ ନେଲେ ଅନ୍ୟାୟ ହେବ। କ'ଣ କହୁଛ ଆଲେସ୍କି? '' ମେରିନାର ନାମ ଶୁଣି ଆଲେସ୍କିଙ୍କର ସାରା ଶରୀରରେ ବିଦ୍ୟୁତ୍ର ଏକ ଚମକ ଖେଳିଗଲା। ମନେ ମନେ କହିଲେ, ''ଏଁ ମେରିନା? ସେ ପୁଣି ଏଇ କୃତ୍ରିମ ଉପଗ୍ରହରେ ଯିବ, ମୋ ସହିତ? ନା, ନା, ଏହା କଦାପି ହୋଇ ପାରେନା। ଜାଣିଶୁଣି ଏଡ଼େ ବଡ଼ ବିପଦ-ସଂକୁଳ ପରିସ୍ଥିତିକୁ ମୁଁ ନେଇ ପାରେନା ମେରିନାକୁ''-ଭାବୁଁ ଭାବୁଁ ବଡ଼ ଅସ୍ଥିର ହୋଇପଡ଼ିଲେ ଆଲେସ୍କି। ''ଆଉ ଅନ୍ୟ ଦୁଇଜଣଙ୍କ ନାମ କ'ଣ କହନ୍ତୁ ତ? '' ''ଜଣକ ନାମ ହେଉଛି ମେରିଆ ସେପିଲୋଭ ଓ ଅନ୍ୟ ଜଣକ ନାମ ହେଉଛି ଏ. କେ. ଶାଟ୍ରୋଭ। କିନ୍ତୁ ବିଶ୍ୱରଶ୍ମି ଗବେଷଣାରେ ସେ ଦୁଇଜଣଙ୍କ ଅଭିଜ୍ଞତା ମେରିନାଙ୍କଠାରୁ ଢେର୍ କମ୍। ମୋ ମତରେ ଆମ୍ଭମାନଙ୍କ ପକ୍ଷରେ ମେରିନାଙ୍କୁ ବାଛିବା ସବୁଠାରୁ ଭଲ ହେବ। '' ''କିନ୍ତୁ ଆମେ ମେରିନାଙ୍କୁ ନ ନେଇ ଶାଟ୍ରୋଭଙ୍କୁ ନେଲେ କ୍ଷତି କଅଣ? '' ''ତା କିପରି ହେବ? ଶାଟ୍ରୋଭ ଯେ ନିହାତି ଅନଭିଜ୍ଞ; ଏବେ ଗବେଷଣା ଆରମ୍ଭ କରିଛି ମାତ୍ର। ତା'ପରେ ମେରିନାଙ୍କର ଏଡ଼େ ବଡ଼ ସୁପାରିଶପତ୍ରକୁ ଆମେ ଅବହେଳା କରିବା କେଉଁ ସାହସରେ? ପୁଣି କମିଶନ୍ର ସଭ୍ୟମାନଙ୍କ ପାଖରେ ମୁଁ କେଉଁ ଜୋର୍ରେ ଏହାଙ୍କୁ ନେବା ପାଇଁ ସୁପାରିଶ କରିବି? ବୈଜ୍ଞାନିକ ଲୋଗୋଡ଼େଙ୍କୋଙ୍କର ଏତେ ବଡ଼ ସୁପାରିଶପତ୍ର ଆମକୁ ଅଲକ୍ଷିତରେ ଇଙ୍ଗିତ ଦେଉନାହିଁ କି ମେରିନାକୁ ଗ୍ରହଣ କରିବା ପାଇଁ? ଏଇ ନିଅ, ଦେଖ ସୁପାରିଶପତ୍ରଗୁଡ଼ିକ। ମୋତେ କାଲି ତୁମର ଶେଷ ନିଷ୍ପତ୍ତି ଜଣାଇବ। '' ବୃଦ୍ଧ ପାଲାଭିନ୍ ଆଲେସ୍କିଙ୍କୁ ସୁପାରିଶପତ୍ରଗୁଡ଼ିକ ଦେଇ କକ୍ଷରୁ ବାହାରିଗଲେ। କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିବା ପାଇଁ ଆଉ ପ୍ରାୟ ଦିନ କୋଡ଼ିଏଟା ବାକି। କମିଶନ୍ର ସଭ୍ୟମାନେ ଆସି ମାନମନ୍ଦିରରେ ପହଞ୍ଚିଗଲେଣି। ସାଏନ୍ସ ଏକାଡ଼େମୀରେ ସାଧାରଣ ପ୍ରେସିଡ଼େଣ୍ଟ ନିଜେ କୃତ୍ରିମ ଉପଗ୍ରହ ଛାଡ଼ିବା ଦିନ ଏଠାରେ ଉପସ୍ଥିତ ରହିବେ ବୋଲି ଜଣାଇ ଦେଇଛନ୍ତି। ଜ୍ୟୋତିର୍ବିଜ୍ଞାନ